ସର୍ବୋପରି ତୁମେ ଜ୍ୟେଷ୍ଠ ଗୌତମଙ୍କ ଠାରୁ। ପୁଣି ମହାରାଜ ଶ୍ରେଷ୍ଠ ପଣ୍ଡିତ ଭାବେ ତୁମକୁ ସମ୍ମାନିତ କରିଛନ୍ତି। ଏପରି ସ୍ଥଳେ ଗୌତମ ତୁମ ସାକ୍ଷାତକୁ ଆସିବା ଉଚିତ; ମାତ୍ର ତୁମେ ନୁହଁ। ବେଦ ବେଦାନ୍ତଜ୍ଞ ଯାଜ୍ଞିକ ବ୍ରାହ୍ମଣମାନଙ୍କ ଉକ୍ତି ଶୁଣି ମହାପ୍ରାଜ୍ଞ କୂଟଦନ୍ତ କହିଲେ, ହେ ଜ୍ଞାନୀ ବିପ୍ରଗଣ! ତୁମେମାନେ ବୋଧେ ଗୌତମଙ୍କ ସମ୍ୟକ ପରିଚୟ ପାଇନାହିଁ। ଗୌତମ ମଧ୍ୟ ଉଚ୍ଚକୁଳ ସମ୍ଭୂତ ଏବଂ ସେ ବିପୁଳ ସମ୍ପତ୍ତି ତ୍ୟାଗପୂର୍ବକ ଶ୍ରମଣ ହୋଇଛନ୍ତି। ସେ ମଧ୍ୟ ତେଜସ୍ୱୀ ଏବଂ ସୁଶୀଳ। ତାଙ୍କର କଲ୍ୟାଣ ପ୍ରଦ ମଧୁର ବଚନ ଶତୃକୁ ମଧ୍ୟ ମିତ୍ର କରିଥାଏ। ସେ ଆଚାର୍ଯ୍ୟ ଏବଂ ପ୍ରାଚାର୍ଯ୍ୟ। ସେ ବିଷୟ ମୁକ୍ତ ହୋଇ ଶାନ୍ତ, କର୍ମବାଦୀ ଓ କ୍ରିୟାବାଦୀ-ଆଉ ସେ ସମ୍ୟକ ସଂବୁଦ୍ଧ, ବିଦ୍ୟାଚରଣ ସମ୍ପନ୍ନ ଲୋକବିଦ୍ ଦମ୍ୟ ପୁରୁଷମାନଙ୍କର ସାରଥୀ ଏବଂ ଦେବମନୁଷ୍ୟଙ୍କର ସେ ଶାସ୍ତ୍ର। ସବୁଦେଶରେ ଲୋକେ ତାଙ୍କ ଧର୍ମର ଗୂଢ଼ତତ୍ତ୍ୱ ଗ୍ରହଣ କରି ତାଙ୍କ ପଦପ୍ରାନ୍ତେ ମସ୍ତକ ଅବନତ କରୁଥିବା ହେତୁ ତାଙ୍କର ଯଶ ସର୍ବତ୍ର ବ୍ୟାପ୍ତ। କୋଶଳର ସମ୍ରାଟ ପସେନଦୀ ଏବଂ ସ୍ୱୟଂ ମହାରାଜ ବିମ୍ୱିସାର ସକୁଟୁମ୍ୱେ ତାଙ୍କର ଶ୍ରାବକ। କେବଳ ରାଜା ମହାରାଜା କାହିଁକି ପୌଷ୍କରସାଦୀଙ୍କ ଭଳି ବ୍ରାହ୍ମଣଙ୍କର ମଧ୍ୟ ସେ ପୂଜନୀୟ। ତେଣୁ ଏଭଳି ଜଣେ ମହାନ୍ ଜ୍ଞାନୀ ବ୍ୟକ୍ତିଙ୍କୁ ମୁଁମୋ ଗ୍ରାମରେ ଅତିଥି ରୂପେ ପାଇ ତାଙ୍କର ଉପଯୁକ୍ତ ସତ୍କାର କରିବା ମୋଭଳି ଲୋକ ପକ୍ଷରେ ପରମ ସୌଭାଗ୍ୟ। ତାଙ୍କପରି ଜଣେ ମହାନ୍ ବ୍ୟକ୍ତିଙ୍କ ଦର୍ଶନ କେବଳ ସୌଭାଗ୍ୟରୁ ହିଁ ହୋଇଥାଏ। ତାଙ୍କର ଜ୍ଞାନ ତୁଳନାରେ ଆମେ ସମସ୍ତେ ଅତି ତୁଚ୍ଛ। ମହାପ୍ରାଜ୍ଞ କୂଟଦନ୍ତ ଗୌତମଙ୍କ ବିଷୟରେ ଯାହା କହିଲେ ତାହା ଶ୍ରବଣ କରି ବିରୋଧ କରୁଥିବା ବ୍ରାହ୍ମଣମାନଙ୍କର ମଧ୍ୟ ଇଚ୍ଛାହେଲା ଥରେ ସେହି ବିରାଟ ପୁରୁଷଙ୍କ ଦର୍ଶନ କରି ଚକ୍ଷୁ କର୍ଣ୍ଣ ବିବାଦ ଭଞ୍ଜନ କରିବାକୁ। ତେଣୁ ସେମାନେ ମଧ୍ୟ କୂଟଦନ୍ତଙ୍କ ସହିତ ତଥାଗତଙ୍କ ଦର୍ଶନ ପାଇଁ ବହିର୍ଗତ ହେଲେ। ପଥ ମଧ୍ୟରେ କୂଟଦନ୍ତ ଗୌତମଙ୍କ ବିଷୟରେ ବହୁ କଥା କହି ସେ ଯେ ପ୍ରକୃତ ଜଣେ ବିରାଟ ଲୋକ ତାହା ଅନ୍ୟମାନଙ୍କ ହୃଦବୋଧ କରାଇବାକୁ ଚେଷ୍ଟା କଲେ। କଥାବାର୍ତ୍ତା ହୋଇ ହୋଇ ସେମାନେ ଗୌତମଙ୍କ ନିକଟରେ ପହଞ୍ଚି ଦେଖିଲେ,ତଥାଗତ ଏକ ଆମ୍ରବୃକ୍ଷତଳେ ଉପବେଶନ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ନମସ୍କାର କରି ଓ ଆଉ କେତେକ ନିଜ ନିଜର ନାମଗୋତ୍ର କହି ଏବଂ କୁଶଳ ପ୍ରଶ୍ନାଦି ପଚାରି ତାଙ୍କ ପାଖରେ ଉପବେଶନ କଲେ। କୂଟଦନ୍ତ ଲକ୍ଷ୍ୟ କଲେ ଗୌତମଙ୍କ ବଦନ ମଣ୍ଡଳ ଅତି ପ୍ରଶାନ୍ତ। ସେ କାହାକୁ କିଛି ଜିଜ୍ଞାସା କରିବା ପୂର୍ବରୁ ତାଙ୍କ ସହିତ ସେ କିଛି ଆଳାପ କରିବା ଉଚିତ। ତେଣୁ ସେ ବିନୟ ସହକାରେ କହିଲେ-ମୁଁ ଶୁଣିଛି ଆପଣ ଉତ୍ତମ ଯଜ୍ଞ ବିଦ୍ଧି ଜାଣିଛନ୍ତି। ଆମ୍ଭମାନଙ୍କର ବିଶେଷ ଇଚ୍ଛା ଆପଣଙ୍କଠାରୁ ଥରେ ସେହି ଯଜ୍ଞ ବିଷୟକ ବିଧିବିଧାନ ଶ୍ରବଣ କରିବାକୁ। ଯଦି ଅନୁଗ୍ରହ କରି ଆପଣ କିଛି ବ୍ୟକ୍ତ କରନ୍ତେ ଆମ୍ଭେମାନେ ଉପକୃତ ହୁଅନ୍ତୁ। ବୁଦ୍ଧ କହିଲେ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଯଜ୍ଞ ହୋଇଥାଏ। ତନ୍ମଧ୍ୟରୁ କେତେକ ଉତ୍ତମ ଏବଂ କେତେକ ଅଧମ। ମୁଁ ମହାବିଜିତଙ୍କ ଏକ ଯଜ୍ଞ ବିଷୟ ଜାଣିଛି। ସେହିଭଳି ଯଜ୍ଞ ପ୍ରକୃତ କରାଯିବା ଉଚିତ୍। ଯେଉଁ ଯଜ୍ଞରେ କି ଦେଶ ତଥା ଜାତିର ମଙ୍ଗଳ ହେବ। ଯଦି ଦେଶ ଜାତିର କିଛି ଅମଙ୍ଗଳ ହୁଏ ସେଭଳି ଯଜ୍ଞ କୌଣସି ଜ୍ଞାନୀ ବ୍ୟକ୍ତି କରିବା କେବେ